" ପଢ଼ିଲେ କିଏ ହୁଏତ ଭାବିବ ଏ ପ୍ରେମ-ପତ୍ର; କିନ୍ତୁ ତମେ ବି କ'ଣ ସେଇଆ ଭାବୁଛ? ମୋର ଗୋଟାଏ ଅତୀତ ଥିଲା ଶିଳ୍ପି! ତମମାନଙ୍କ ଗଣନା କହେ,। ମୁଁ ସେଇ ଅତୀତର ଶୋଚନାରେ ବର୍ତ୍ତମାନର କର୍ତ୍ତବ୍ୟ କରିପାରୁନି। ସେ କଥା ସତ। ହଁ, କ'ଣ କହୁଥିଲି ଅତୀତ କଥା-ବହୁତ ପ୍ରେମଚିଠି ଲେଖିଛି, ଯୋଉଗୁଡ଼ାକ କି ଓଡ଼ିଶାର ଅଧିକାଂଶ ପାଠପଢ଼ୁଆ ଲୋକ ତିରିଶ ଥରରୁ ଅଧିକା ଦେଖିଥିବେ, ପଢ଼ିଥିବେ। ସେଥିରେ ଥିଲା କେତେ ନାକକାନ୍ଦୁରା କଥା-ଯେମିତି- ତୁମକୁ ଚାହିଁଛି, ନ ଦେଖିଲେ ମରିଯିବି- ଇତ୍ୟାଦି। କେତେ ରିମ୍ କାଗଜ ହେବ କେଜାଣି-ସେମିତି ଟ୍ରଙ୍କରେ ଟ୍ରଙ୍କେ ସାଇତିଛି। ତା ଭିତରେ ସିନେମା ଷ୍ଟାରଙ୍କ ଯୋଡ଼ି ଫଟରେ 'ଇଉ', 'ଆଇ' ଛାପମରା ରୋମାନ୍ସ ବି ଅଛି। ତଳେ 'ତୁମର ସ୍ୱାମୀ' ଲେଖି ଦଖଲ ଜାହିର କରିବାର ଝାନୁ ଓସ୍ତାଦି ବି ଅଛି। ପୁଣି ଅଛି କେତେ ବର୍ଣ୍ଣନା, ଫୁଲ-ଭଅଁରର କଳ୍ପନା, ରୋମିଓ-ଜୁଲିଏଟର ସ୍ୱପ୍ନ-ପାଣି ମାଛର ସମ୍ପର୍କ। ଅସହିଷ୍ଣୁ ହୁଅନି ସୁବ୍ରତ! ପ୍ରେମ ଓ ଦେହ ସଂପର୍କର ଊର୍ଦ୍ଧ୍ଵେରେ ତମେ, ତମକୁ ଏଗୁଡ଼ାକ ନ କହିବି ତ କାହାକୁ ଆଉ କହିବି? ଆମର ପ୍ରେମ କରିବାର ବୟସଟା ହଠାତ୍ ସ୍ଥିର ରହିଗଲା। ନ ଯଯୌ ନ ତସ୍ଥୌ- ପ୍ରେମ ବୋଲି ବୋଲିବାଟା ଭାବିଲେ ଆଜି ହସ ମାଡ଼ୁଛି। ସେଇଥିପାଇଁ ମୁଁ ସେ ପ୍ରେମ-ଚିଠର କଥାଗୁଡ଼ାକ ରୋମନ୍ଥନ କରୁଛି। କୋଉ ପରମକି ଚରମ ମୁହୂର୍ତ୍ତରେ ତମେ ଏ ବିଷନୀଳ, ଦେହଟାକୁ ପବିତ୍ର ଦେବାଳୟ କହି ସ୍ପର୍ଶ, ଭୋଗର ଊର୍ଦ୍ଧ୍ୱରେ ରଖିଦେଲ ମୁଁ ଜାଣିନି। କିନ୍ତୁ ସେମିତି କଅଣ ଘଟିଗଲା। ଏଥିରେ ମୁଁ ପ୍ରେମପତ୍ର ଲେଖିବି ତୁମକୁ? ବହୁତ ତ ତୁମକୁ ଲେଖିଛି-ସେଥିରେ କଅଣ ଥାଏ ତମେ ଜାଣିଥିବ; କିନ୍ତୁ ପ୍ରେମ ଥିଲା କହି ମୋର ଅପମାନ କେବେ କରିବନାହିଁଟି? ଏଗୁଡ଼ାକ କଅଣ ମୁଁ ଲେଖୁଛି କହତ? ଗୋଟାଏ ଗୋଟାଏ ସ୍ଥାନ, ଗୋଟାଏ ଗୋଟାଏ ବିଶେଷ ମୁହୂର୍ତ୍ତ, ବ୍ୟକ୍ତିବିଶେଷଙ୍କ ସଂସ୍ପର୍ଶରେ ଖୁବ୍ ଅର୍ଥବହ ହେଇଉଠେ-ନା? ସେଇ ଜ୍ୟୋତ୍ସ୍ନା, ନକ୍ଷତ୍ର, ସେଇ ଆକାଶ ଓ ଧରିତ୍ରୀ, ସେଇ ଅନ୍ଧାର ଓ ଆଲୋକର ଅର୍ଥ ସବୁଦିନ ତ ସମାନ ନୁହେଁ। ସେଥିପାଇଁ ମୁଁ ବାବଦୂକ ପାଲଟିଛି। ଆଜି ଏଇନେ ତମେ ଷ୍ଟେସନ ଛାଡ଼ିନଥିବ। ଈଶ୍ୱର କଲ୍ୟାଣମୟ। ସେ ତମର ପଥ ନିରୁପଦୁତ କରନ୍ତୁ। ତୁମକୁ ଦୀର୍ଘାୟୁ କରନ୍ତୁ। ଶୀତଳ ପବନରେ କେତେ କଅଣ ମନକୁ ଆସୁଥିବ-। ମନେ ପଡ଼ୁଥିବ ନିଜର ତଥା ମୋର ବିଚିତ୍ର ଜୀବନର ଇତିବୃତ୍ତ। ଏଥିରେ ଜାଗତିକ ଦୁଃଖ ଶୋକ ପ୍ରବୃତ୍ତି ନିବୃତ୍ତିର ଧାରା କିଛି ନଥିବ। ଏକ ଶାନ୍ତ ସମାହିତ ଜୀବନ-ସଙ୍ଗୀତ ନୁହେଁ? ହୃଦୟ ପରିପୂର୍ଣ୍ଣ। ମୋର ଅଭାବ କିଛି ନାହିଁ-ନା, କିଛି ନାହିଁ ବୋଲି କହିବିନି। ତେବେ ସେ ଅଭାବର ଜ୍ଵାଳା ବା ଦହନ ନାହିଁ। ଲକ୍ଷ୍ୟ ପାପ ତାପ, କୁଟିଳତାଭରା ଏଇ ମନଟା ଗୋଟାଏ ଲକ୍ଷ୍ୟର ଧ୍ୟାନରେ ସ୍ଥିର, ପବିତ୍ର ହୋଇଯାଏ। ସେ ଲକ୍ଷ୍ୟ ମୋର ତୁମେ ସୁବ୍ରତ! କେତେଜଣ ଏତକ ପାଆନ୍ତି କହିଲ? ତୁମର ଶ୍ରୀବନ୍ତୀ ପ୍ରଚକ୍ଷୁ ତଳେ ଆଖିର ସାମାନ୍ୟ ଜ୍ୟୋତି ଝାପସା ହୋଇଗଲା ସୁବ୍ରତଙ୍କର। ଲୁହ ନୁହେଁ ତ? ସେ କାନ୍ଦିବେ କାହିଁକି? ଏପରି ପରିପୂର୍ଣ୍ଣ ଜୀବନ କାହାର ଅଛି? ସେ କାନ୍ଦିବେ ନାହିଁ। ଏଇ ଯେ ଶୈଳ, ଶ୍ରାବନ୍ତୀ, ପୁଣି ସୁଚରିତା- ଏମାନେ ଏଇ ବାରଣ୍ଡାରେ ବସି ଯାଇଛନ୍ତି। ଦୁଷ୍ଟ ଜହ୍ନ ହସିଦେଇ କ୍ରମେ ଫିକା ହୋଇଯାଏ। ରାତି ସରିଆସେ। ଫୁଲ କେତୋଟି ଶିଶିର ଶୋଭାରେ ସ୍ନାତ ଥାନ୍ତି। ସେଇ କାକରଭିଜା ଲତାର ପତ୍ରେ ପତ୍ରେ ହାତ ଚଳାଇ ଆଣନ୍ତି ଶିଳ୍ପୀ ସୁବ୍ରତ ରାୟ। ମନେ ମନେ କହନ୍ତି-ଫୁଲଠାରୁ ଆଉ କୋମଳ ଓ ସୁନ୍ଦର ସୃଷ୍ଟି କିଛି ଅଛି? -'ଅଛି, ମୁଁ ଆଉ ତୁମେ- '-ଦୂର୍ ପାଗଳୀ, ତମେ କେତେବେଳେ? '-ସମୟ କଅଣ ସ୍ଥିର ଥାଏ ଯେ କହିବି ଏତିକି ଘଣ୍ଟା ଏତିକି ମିନିଟ୍, କାହିଁ ଦେଖାଅ ତ ନୂଆ କଅଣ ସବୁ ଆଙ୍କିଛ? ଏଇ ଦୁଷ୍ଟ ଫୁଲଗୁଡ଼ାକ, ଏଇ ଛୋଟ ବଗିଚାଟି, ତା ଉପରେ ଚହଲି ଯାଇଥିବା ପ୍ରଭାତର ସୁନା କିରଣ, ରାତ୍ରିର ଜ୍ୟୋତ୍ସ୍ନଧାର, ସବୁ ତୁମକୁ କ୍ରମେ କ୍ରମେ ବୟସ ବାଢ଼ିବା ସଙ୍ଗେ ସଙ୍ଗେ ମୋ ପାଖରୁ ଦୂରକୁ ନେଇଯାଉଛନ୍ତି- ତା' ହବନି- ତୁମେ ଏକାନ୍ତ ମୋର-ହଁ ମୋର-। ଏ ଥିଲା ସେଦିନ ସଂଧ୍ୟାର କଳରାଗିଣୀ ସୁଚରିତାର। ସୁବ୍ରତ ଆଖି ପୋଛିଆଣି ଗୋଟିଏ ନିର୍ଦ୍ଦିଷ୍ଟ ଫାଇଲ୍ ଉପରକୁ ହାତ ବଢ଼ାଇଲେ। ସୁଚରିତାର ପତ୍ରାବଳୀ।